ଥିଲା ଯେଉଁଥିରେ ତିନିରୁ ପାଞ୍ଚଟି ତାର ରହିଥିଲା ଏବଂ ଏହାକୁ ସିଧା ଧରାଯାଉଥିଲା। ଏହା ନୁଆଁଣିଆ ହୋଇଥିବା ଅଧିକାଂଶ ୟୁରୋପୀୟ ଉପକରଣର ପୂର୍ବଜ ଅଟେ, ଯେଉଁଥିରେ ଭାୟୋଲିନ୍ ସାମିଲ ଥିଲା। ମନୋକର୍ଡ, ସଙ୍ଗୀତ ସ୍ୱରର ସଠିକ ମାପନର କାମ କରୁଥିଲା ଯାହାଦ୍ୱାରା ଅଧିକ ସଠିକ ସଙ୍ଗୀତ ସ୍ୱରମେଳର ଅନୁମତି ମିଳୁଥିଲା। ଯାନ୍ତ୍ରିକ ହର୍ଡି-ଗର୍ଡି, ଏକକ ସଙ୍ଗୀତକାରଙ୍କୁ ସରଳ ଅପେକ୍ଷା ଅଧିକ ଜଟିଳ ସଙ୍ଗୀତ ରଚନା ବଜାଇବାର ଅନୁମତି ଦେଉଥିଲା, ଏହି ଦୁଇଟି ହିଁ ମଧ୍ୟଯୁଗର ପ୍ରମୁଖ ଲୋକ ବାଦ୍ୟଯନ୍ତ୍ର ଥିଲେ। ଦକ୍ଷିଣ ୟୁରୋପ ବାସୀ, ଛୋଟ ଏବଂ ଲମ୍ବା ତମ୍ବୁରାମାନ ବଜାଉଥିଲେ ଯାହାର ଖୁଣ୍ଟ କିନାରା ପର୍ଯ୍ୟନ୍ତ ବଢ଼ିଥାଏ, ଯାହା ମଧ୍ୟ ଏବଂ ଉତ୍ତରୀ ୟୁରୋପୀୟ ଉପକରଣର ପଶ୍ଚାତ୍‌ମୁଖୀ ଖୁଣ୍ଟର ବିପରୀତ ଥିଲା। ନବମ ଶତାବ୍ଦୀରେ ପ୍ରଥମ ବ୍ୟାଗପାଇପ୍‌କୁ ସାମ୍ନାକୁ ଅଣାଯାଇଥିଲା ଯାହା ପୁରା ୟୁରୋପରେ ବିସ୍ତାରିତ ହୋଇଥିଲା ଏବଂ ଏହା ଲୋକ ବାଦ୍ୟଯନ୍ତ୍ରରୁ ଆରମ୍ଭ କରି ସୈନ୍ୟ ଉପକରଣ ରୂପରେ ବିଭିନ୍ନ ଉପାୟରେ ଉପଯୋଗ ହେଉଥିଲା। ୟୁରୋପରେ ବିକଶିତ ବାୟବୀୟ ଅର୍ଗାନର ନିର୍ମାଣ, ଯାହା ପଞ୍ଚମ ଶତାବ୍ଦୀରେ ସ୍ପେନ୍‌ରେ ଆରମ୍ଭ ହୋଇଥିଲା ଏବଂ ପରେ ଇଂଲଣ୍ଡରେ ସାତ ଶହ ଖ୍ରୀଷ୍ଟାବ୍ଦରେ ବିସ୍ତାରିତ ହୋଇଥିଲା। ଏହାର ପରିଣାମ ସ୍ୱରୂପ ଯେଉଁ ଉପକରଣ ବାହାରିଥିଲା ତାହାର ଆକାର ଏବଂ ପ୍ରୟୋଗ ଭିନ୍ନ ଥିଲା, ଯେପରି ଛୋଟ ଅର୍ଗାନକୁ ଗଳାରେ ପିନ୍ଧାଇ ଦିଆଯାଉଥିଲା। ଦଶମ ଶତାବ୍ଦୀର ଶେଷରେ ଇଂଲିଶ ବେନେଡିକ୍ଟିନ୍ ଆବେର ବଜାଯାଉଥିବା ଅର୍ଗାନର ସାହିତ୍ୟରେ ଚର୍ଚ୍ଚା, ଅର୍ଗାନର ଚର୍ଚ୍ଚାରେ ଜଡ଼ିତ ପ୍ରଥମ ସନ୍ଦର୍ଭ ପ୍ରସ୍ତୁତ କରିଥିଲା। ମଧ୍ୟଯୁଗର ରୀଡ୍ ବାଦକ, ଓବୋ ପର୍ଯ୍ୟନ୍ତ ହିଁ ସୀମିତ ଥିଲେ, ଏହି ଅବଧି ଅନୁସାରେ କ୍ଲାରିନେଟ୍‌ର କୌଣସି ପ୍ରମାଣ ଉପସ୍ଥିତ ନଥିଲା। ଖ୍ରୀଷ୍ଟାବ୍ଦ ପରେ ପରେ ବାଦ୍ୟଯନ୍ତ୍ରର ବିକାଶରେ ପଶ୍ଚିମ ୟୁରୋପର ପ୍ରଭୁତ୍ୱ ବାସ୍ତବରେ ରହିଥିଲା। ସବୁଠାରୁ ପ୍ରମୁଖ ପରିବର୍ତ୍ତନ ପୁନର୍ଜାଗରଣ କାଳୀନ ଅବଧି ସମୟରେ ହୋଇଥିଲା। ଗାୟନ ଏବଂ ନୃତ୍ୟ ସହିତ ରହିବା ଅପେକ୍ଷା ବାଦ୍ୟଯନ୍ତ୍ର ଅନ୍ୟ ପ୍ରୟୋଜନରେ କାମ କରିଥିଲେ ଏବଂ ପ୍ରଦର୍ଶନକାରୀମାନେ ତାହାକୁ ଏକକ ଉପକରଣ ରୂପେ ବ୍ୟବହାର କରିଥିଲେ। କିବୋର୍ଡ ଏବଂ ତମ୍ବୁରା, ପୋଲିଫୋନିକ୍ ଉପକରଣ ରୂପରେ ବିକଶିତ ହୋଇଥିଲା ଏବଂ ସଙ୍ଗୀତକାରମାନେ ଅଧିକ ଉନ୍ନତ ଟାବଲେଚରର ଉପଯୋଗ କରି ଜଟିଳ ରଚନାର ବିକାଶ କରିଥିଲେ। ସଙ୍ଗୀତକାରମାନେ, ବିଶିଷ୍ଟ ବାଦ୍ୟ ପାଇଁ ସଙ୍ଗୀତର ଟୁକୁଡ଼ା ଡିଜାଇନ କରିବା ଆରମ୍ଭ କରିଥିଲେ। ଷୋହଳ ଶହ ଖ୍ରୀଷ୍ଟାବ୍ଦ ପରର ଅଧା ସମୟରେ, ବିଭିନ୍ନ ଉପକରଣ ପାଇଁ ସଙ୍ଗୀତ ଲିଖନର ଏକ ବିଧି ରୂପରେ ବାଦ୍ୟବୃନ୍ଦୀକରଣ ଏକ ସାଧାରଣ ଅଭ୍ୟାସ ହୋଇଗଲା, ଯେଉଁଠାରେ ବ୍ୟକ୍ତିଗତ କଳାକାରମାନେ ନିଜର ବିବେକ ଲଗାଉଥିଲେ, ସେହିଠାରେ ସଙ୍ଗୀତକାରମାନେ ଏବେ ବାଦ୍ୟବୃନ୍ଦୀକରଣକୁ ଲାଗୁ କଲେ। ଲୋକପ୍ରିୟ ସଙ୍ଗୀତରେ ପୋଲିଫୋନିକ୍ ଶୈଳୀର ପ୍ରଭୁତ୍ୱ ରହିଥିଲା ଏବଂ ଉପକରଣ ନିର୍ମାତାମାନେ ତଦନୁସାରେ ପ୍ରତିକ୍ରିୟା ଦେଇଥିଲେ। ପାଖାପାଖି ଖ୍ରୀଷ୍ଟାବ୍ଦର ଆରମ୍ଭ ସହିତ, ସଙ୍ଗୀତ ବାଦ୍ୟଯନ୍ତ୍ରର ବିକାଶର ହାର ଅତ୍ୟଧିକ ବୃଦ୍ଧି ହୋଇଥିବା କାରଣ ରଚନାଗୁଡ଼ିକୁ ଅଧିକ ଗତିଶୀଳ ଧ୍ୱନିର ଆବଶ୍ୟକତା ଥିଲା। ଲୋକମାନେ ବାଦ୍ୟଯନ୍ତ୍ରର ନିର୍ମାଣ, ବାଦନ ଏବଂ ସୂଚୀବଦ୍ଧ କରିବା ବାବଦରେ ପୁସ୍ତକ ଲେଖିବା ଆରମ୍ଭ କରିଥିଲେ, ଏହିପରି ଏକ ପ୍ରଥମ ଗ୍ରନ୍ଥ ଥିଲା ବିର୍ଡୁଙ୍ଗଙ୍କ କୃତି ଯାହାକୁ ବିଶେଷ ରୂପରେ ଏଥିପାଇଁ ପୂର୍ଣ୍ଣ ମାନିବାକୁ ହୁଏ କାରଣ ଅନିୟମିତ ଉପକରଣର ବିବରଣୀ ମଧ୍ୟ ସାମିଲ କରାଯାଇଛି, ଯେପରି କି ଶିକାର ଶିଙ୍ଘା ଏବଂ ଗାଈର ଘଣ୍ଟି। ବିର୍ଡୁଙ୍ଗ ଏହାର ଆଲୋଚନା ମଧ୍ୟ କରିଥିଲେ, ପରେ ଅନ୍ୟ ପୁସ୍ତକମାନ ଆସିଥିଲା ଯେଉଁଥିରେ ସାମିଲ ଥିଲା ସେହି ବର୍ଷ ଆସିଥିବା ଏହି ପୁସ୍ତକଟି ଅର୍ଗାନ ନିର୍ମାଣ ଏବଂ ଅର୍ଗାନ ବାଦନ ଉପରେ ଏକ ଗ୍ରନ୍ଥ ରହିଅଛି। ପୁନର୍ଜାଗରଣ କାଳରେ ପ୍ରକାଶିତ, ଅନୁଦେଶାତ୍ମକ ପୁସ୍ତକ ଏବଂ ସନ୍ଦର୍ଭ ମଧ୍ୟରେ ଏକ ପୁସ୍ତକ ପବନ ଏବଂ ତାରଯୁକ୍ତ ସମସ୍ତ ବାଦ୍ୟର ବିସ୍ତୃତ ବିବରଣୀ ଏବଂ ଚିତ୍ରଣ ପାଇଁ ବିଖ୍ୟାତ ହୋଇଥିଲା ଯେଉଁଥିରେ ସେମାନଙ୍କର ତୁଳନାତ୍ମକ ଆକାର ଦିଆଯାଇଥିଲା। ମାଇକେଲ ପ୍ରେଟୋରିଅସଙ୍କ ଏହି ପୁସ୍ତକ ସିନ୍ତାଗ୍ମା ମ୍ୟୁଜିକମ୍‌କୁ ଷୋହଳଶ ଶତାବ୍ଦୀର ବାଦ୍ୟଯନ୍ତ୍ରର ଏକ ଆଧିକାରିକ ସନ୍ଦର୍ଭ ମାନିବାକୁ ହେଉଥିଲା। ଷୋହଳଶ ଶତାବ୍ଦୀରେ, ବାଦ୍ୟଯନ୍ତ୍ର ନିର୍ମାତାମାନେ ଅଧିକାଂଶ ଉପକରଣକୁ ଯାହା ଶାସ୍ତ୍ରୀୟ ଆକୃତି ଦେଇଥିଲେ, ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲୁ ଅଛି, ଯେପରି କି ଭାୟୋଲିନ୍। ସ୍ୱରୂପ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦିଆଗଲା, ଶ୍ରୋତା ଏକ ବାଦ୍ୟଯନ୍ତ୍ରର ରୂପ ସୌନ୍ଦର୍ଯ୍ୟରେ ସେତିକି ମୁଗ୍ଧ ହୋଇଥିଲେ ଯେତିକି ତାହାର ଧ୍ୱନିରେ ମୁଗ୍ଧ ହେଉଥିଲେ। ଏଥିପାଇଁ ନିର୍ମାତାମାନେ